ଅସୀମ ଦୁର୍ଭାବନା ଭିତରେ ସେ ବୁଡ଼ି ରହିଥିଲେ। କୋଠରି ଭିତରେ ଅସୀମ ଗମ୍ଭୀରତା ଖେଳି ରହିଥିଲା। ସୁବ୍ରତଙ୍କ ଉପରୁ ଥରେ ନିଜର ଦୃଷ୍ଟି ଫେରାଇ ନେଇ ଶତ୍ରୁଜିତ କେତେକ ମୁହୂର୍ତ୍ତ କ'ଣ ଭାବିଲେ। ତା'ପରେ ଧୀରେ ଧୀରେ ଆଗେଇ ଆସି ସୁବ୍ରତଙ୍କ କାନ୍ଧ ଉପରେ ହାତ ରଖିଲେ। ସୁବ୍ରତଙ୍କ ଦେହରେ କିଞ୍ଚିତ୍ ଚଞ୍ଚଳତା ଦେଖାଦେଲା। କିନ୍ତୁ ସେ ଉପରକୁ ମୁହଁ ଟେକି ଚାହିଁବାର ଶକ୍ତି ଯେମିତି ବହୁ ପୂର୍ବରୁ ହରାଇ ସାରିଥିଲେ। 'ସୁବ୍ରତବାବୁ, ଆପଣଙ୍କର ପୂର୍ବ ତଥ୍ୟ ଜାଣିସାରିବା ପରେ ଆପଣ ଯଦି ଭାବୁଥାନ୍ତି ଯେ ମୁଁ ଆପଣଙ୍କର ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଏସ୍. ପି. ସାହେବଙ୍କୁ ଅନୁରୋଧ କରିବି, ତା'ହେଲେ ମୁଁ କହିବି, ଆପଣ ଏପର୍ଯ୍ୟନ୍ତ ବି ମୋ ଉପରେ ବିଶ୍ୱାସ ରଖିପାରିନାହାନ୍ତି। ' ତଥାପି ସୁବ୍ରତ ନିରୁତ୍ତର ରହିଥିଲେ। ତାଙ୍କଠାରୁ କିଞ୍ଚିତ୍ ଦୂରରେ ପଡ଼ିଥିବା ଏକ ଚେୟାର ତାଙ୍କ ନିକଟକୁ ଟାଣି ଆଣି ଶତ୍ରୁଜିତ ବସୁ ବସୁ କହିଲେ, 'ପ୍ରାୟ ପ୍ରତ୍ୟେକ ମଣିଷର କିଛି ନା କିଛି ଦୁର୍ବଳତା ରହିଛି। କିନ୍ତୁ ଏଇ ଯୋଉ ଦୁର୍ବଳତାର ଆପଣ ଶିକାର ହେଲେ, ତାହା ଆପଣଙ୍କର ଏଇ ଜୀବନ ଆରମ୍ଭ କରିବା ପୂର୍ବରୁ। ସ୍ନେହଲତାର ସ୍ୱଭାବ ଚରିତ୍ର ବିଷୟରେ ପ୍ରମାଣ ମୁଁ ସଂଗ୍ରହ କରିସାରିଛି। ତେଣୁ ମୁଁ ଏ ବିଷୟରେ ଦୃଢ଼ ନିଶ୍ଚିତ ଯେ ସେ ବିଳାସ ବ୍ୟସନର ଲୋଭରେ ଆକୃଷ୍ଟ ହୋଇ ମି: ପାତ୍ରଙ୍କୁ ବିବାହ କରିଥିଲେ ବି ଆପଣଙ୍କୁ ଭୁଲ ପାରି ନଥିଲା, ଯାହା ଫଳରେ ଆପଣଙ୍କ ସହ ପୁଣି ଥରେ ଗୋପନରେ ସେ ଅବୈଧ ସଂପର୍କ ସ୍ଥାପନ କରିବାକୁ ଚେଷ୍ଟା କରିଥିଲା। ' ଏଥର ସୁବ୍ରତଙ୍କର ଦୃଷ୍ଟି କିଞ୍ଚିତ୍ ଉତ୍ତୋଳିତ ହେଲା। ହୁଏତ ସେ କ'ଣ କହିବାକୁ ଚେଷ୍ଟା କରି କହି ପାରିଲେ ନାହିଁ। 'ସେସବୁ ପଛକଥା ଆଲୋଚନା କରି ଆଉ ଲାଭ ନାହିଁ। ଆସନ୍ତା କାଲି ଦଶଟାରେ ହେବାକୁ ଥିବା କନ୍ଫରେନସ୍ରେ ଆପଣ ଯୋଗ ଦେବାଟା ଅନ୍ତତଃ ଆପଣଙ୍କ ସମ୍ମାନ ଦୃଷ୍ଟିରୁ ମୁଁ ଆଶା କରେ ନାହିଁ। କାରଣ ପୋଲିସ ବିଭାଗ ଯୋଉ କେତେକ ତଥ୍ୟ ଆପଣଙ୍କ ବିରୁଦ୍ଧରେ ପାଇଛି, ସେ ବିଷୟରେ ବିଭିନ୍ନ ପ୍ରଶ୍ନ ପଚାରି ଯେ ସେମାନେ ଆପଣଙ୍କୁ ବ୍ୟସ୍ତ ଚକିତ କରିଦେବେ ଏ ବିଷୟ ଆପଣ ନିଶ୍ଚୟ ଭାବୁଥିବେ। ' ଏଥର ସୁବ୍ରତଙ୍କ ଅସହାୟ ଦୃଷ୍ଟି ଶତ୍ରୁଜିତଙ୍କ ଉପରେ ସ୍ଥିର ହେଲା। ତାଙ୍କର ସେଇ ନୀରବ ଇଙ୍ଗିତରୁ ଶତ୍ରୁଜିତ କ'ଣ ବୁଝିଲେ କେଜାଣି କହିଲେ, 'ଆପଣ ଯଦି ମୋ ଉପରେ ବିଶ୍ୱାସ କରନ୍ତି, ତା'ହେଲେ ଏ ବିଷୟରେ କେତେକ ତଥ୍ୟ ମୁଁ ଆପଣଙ୍କ ନିକଟରୁ ଆଶା କରିବି। ' ସୁବ୍ରତଙ୍କର ଦୃଷ୍ଟି ଶତ୍ରୁଜିତଙ୍କ ମୁଖମଣ୍ଡଳରୁ ଅପସରି ନିମ୍ନଗାମୀ ହେଲା। 'ବର୍ତ୍ତମାନ ମୁଁ ଆପଣଙ୍କର ବନ୍ଧୁ। ଏ ବିଷୟରେ ମୋ ପାଖରେ ଆପଣଙ୍କର ସଂକୋଚ ମୁଁ ଆଶା କରେ ନାହିଁ। କେବଳ ଆପଣ ମୋତେ ବନ୍ଧୁ ବୋଲି ଭାବିବେ ନାହିଁ। ଆପଣ ଜଣେ ମୋର ସମଧର୍ମୀ ମଧ୍ୟ। ଜଣେ ସମଧର୍ମୀର ଅପବାଦ ମୋର ମଧ୍ୟ ଅପବାଦ। ' 'ମି: ଶତ୍ରୁଜିତ! ' ଶତ୍ରୁଜିତ ପ୍ୟାକେଟରୁ ସିଗାରେଟ ବାହାର କରି ସୁବ୍ରତଙ୍କୁ ଦେଲେ। ନିଜେ ଅନ୍ୟ ଖଣ୍ଡିକରେ ଅଗ୍ନି ସଂଯୋଗ କରି କହିଲେ, 'ଅନନ୍ତ ଦାସଙ୍କର ମୃତ୍ୟୁ ସ୍ୱାଭାବିକ ବୋଲି ତାଙ୍କର ଘରୋଇ ଡାକ୍ତର ମନ୍ତବ୍ୟ ଦେଇଥିଲେ ମଧ୍ୟ ସେଥିରେ କାହାର ସନ୍ଦେହ ହୋଇଥିଲା? ଦେଖନ୍ତୁ ସୁବ୍ରତବାବୁ ବର୍ତ୍ତମାନ ଏଇ କଥାବାର୍ତ୍ତା ମୁକ୍ତ ହୃଦୟରେ ହେବା ଉଚିତ। କାରଣ ପ୍ରକୃତ